କହୁଥିଲା, ଆଗରୁ ଦିହ ଆହୁରି ମୋଟାମୋଟି ଥିଲା ଏବକୁ ଝଡ଼ି ଗଲାଣି। ଝଡ଼ିଯିବା କଥା। ବଅସ ତ ପୁଣି ଯାଉଚି କାହାର ରହୁଚି ବୟସ। ନିଧିଆ ବାପ ଥିଲା କରଣ। ଖାନ୍ଦାନ୍ ଘର ପିଲା। ପଟ୍ଟନାହାକ ପଡ଼ାରେ ତା' ଘର। ଆଜିବି ତା'ର ସେ ଘର ଅଛି, ତା' ବାପା ଗୋସାଇଁବାପାଙ୍କ ଡିହରେ। କାନ୍ଥଡ଼ା ହେଇ ଠିଆ ହେଇ ହେଉଛି ତିନିପାଖ। ପାଖକରେ ଅଛି ତା'ରି ବଅଁଶରେ ତା' ଭାଇର କିଏ ପୁଅ କି ପୁତୁରା ହେବ ଏବେବି ବଞ୍ଚିଛି ସେ କୁଳରେ ବତି ହେବାକୁ। ନିଧିଆ ବୋଉ ଚାଷୁଣୀ। ଚାଷଘର ଝୁଅ। ହେଲେ କ'ଣ କି ଘରା ସେ। ବୟସ ବେଳରେ କେଡ଼େ ତୋର ଦିଶୁଣିଥିବ। ନିଧିଆ ବାପ ତା ରୂପରେ ଭଲିଯିବା ଇମିତି କି ବିଚିତ୍ର କଥା କି! ନିଧିଆ ବୋଉ ଚାଷୁଣୀ। ଚାଷଘର ଝୁଅ। ହେଲେ କ'ଣ କି ଗୋରା ସେ। ବୟସ ବେଳରେ କେଡ଼େ ତୋର ଦିଶୁ ନଥିବ। ନିଧିଆ ବାପ ତା' ରୂପରେ ଭଳିଯିବା ଇମିତି ବି ବିଚିତ୍ର କଥା କି! ନିଧିଆ ବୋଉ କପାଳରେ ଧାନକୁଟିବାର ଥିଲା, କୁଟୁଛି। ପେଟ ପୋଷୁଛି। ବାପ ଘରବି କେହି ପଚାରନ୍ତି ନାହିଁ। ନିଧିଆ ବୋଉ ତାଙ୍କ ଝିଅ ବୋଲି ଚିହ୍ନାବି କେହି ଦିଅନ୍ତି ନାହିଁ। ବନ୍ଧୁ ସମ୍ପର୍କ ରହିବ ବା କିମିତି! ଏ ଜାତି କାହିଁକି ରହିବ? ନିଧିଆ ବୋଉ ସେଦିନ କହିଲା, ଯେଉଁ ଜାତି ବାପ ମାଙ୍କ ପେଟରୁ ମମତାକୁ କାଢ଼ି ଟିକିଟିକି କାଟି ଫିଙ୍ଗି ଦିଏ, ଯେଉଁ ଜାତି ଭାଇକି ଭଗାରି କରି ଠିଆ କରିଦିଏ, ସେ ଜାତିକି ପୁଣି ଏତେ ଖାତିର। ଛି! ଥୁ! ଧିକ ସେ ଜାତି, ଜାତି ବଡ଼ ହୋଇଗଲା। ରକତର ଭାଇ ଭଉଣୀ, ପୁଅ ଝିଅ ସମ୍ପର୍କ ତୁଟିଗଲା? ନିଧିଆ ବୋଉର ଜାତି ନାହିଁ ପତି ନାହିଁ କିଛି ନାହିଁ! ପ୍ରତିବର୍ଷ ଏଇ ମାଘ ଏକାଦଶୀକି ତିନିଦିନ ଧରି ଚବିଶ ପ୍ରହରୀ କୀର୍ତ୍ତନ ହୁଏ, ତାଙ୍କ ଗାଁରେ। ଦଳଦଳ ତାଇଫା ତାଇଫା କୀର୍ତ୍ତନ କରି ଆସନ୍ତି କେତେ କେତେ ଗାଁରୁ। ସମସ୍ତଙ୍କ ନିମନ୍ତ୍ରଣ ଯାଏଁ। ଦାସଙ୍କ ଘର ସେଥିରେ ଥାନ୍ତି ମୁଖିଆ। ଗାଁଯାକ ସମସ୍ତେ ଚାନ୍ଦା ଦିଅନ୍ତି। ଦାସଙ୍କ ଘରୁ କୁଳାଣ ଅକୁଳାଣ ସବୁ ତୁଳାନ୍ତି। ଦିନଭାଇରେ ଗୋଟିଏ ଭଉଣୀ ନିଧିଆ ବୋଉ। ବୁଢ଼ା ଦାସ ଘ ବଞ୍ଚିଥାଏ। ବୁଢ଼ୀବି। ନିଧିଆବୋଉ ସେତେବେଳକୁ ଯୁବତୀ। ନିଧିଆ ବାପ ପଟ୍ଟନାହାକପଡ଼ା କୀର୍ତ୍ତନ ଦଳରେ ଗାହାଣ। କେଡ଼େ ସୁନ୍ଦର କଣ୍ଠଥିଲା ତା'ର। ନିଧିଆବୋଉ କହେ। ସକାଳୁ ସେ ଯେତେବେଳେ ପ୍ରଭାତୀ ବସେଇ ଦବ ନିଧିଆ ବୋଉର ନିଦ ଭାଙ୍ଗିଯାଏ ନିଦ ଆଗରୁ ଭାଙ୍ଗି ଯାଇଥାଏ କାନ ଖାଲି ଗୋଳେଇ ପଡ଼ିଯାଏ ସେଇ ସ୍ୱରକୁ ଅନିସା କରି। ସେଇ ଅଧୁଆମୁହଁରେ ସେ ଆସି ନିଧିଆବାପକୁ ଚାହେଁ। ଠାକୁରକୁ ଦଣ୍ଡବତ କରେ ସେଇ ଦୂରରୁ। ତା' ଆଖିରୁ ଲୁହ ଝରିପଡ଼େ। ସତେ ଯେମିତି ପାହାନ୍ତି ପହରର କେଉଁ ଦେବତା ଉଠିଆସନ୍ତି ବାସିଶେଯରୁ, ଯିଏ ରାତିଦିନ କରୁଚନ୍ତି ତାଙ୍କରି ପାଦରେ ଲୋଟି ହୋଇ ପଡ଼ିବାକୁ। ଅନ୍ଧାରରେ ଛାତି ଫାଟିଯାଏ। ପବନରେ ଦିହ ଥରିଉଠେ। ଉଠୁଥିବ। ଫାଟି ଯାଉଥିବ। ନିଧିଆବାପର କଣ୍ଠ ହେଇ ଯାଉଥିବ ଗମ୍ଭୀର, ନିଧିଆ ବୋଉର ଛାତି ଅବଶ ଅଦମ୍ଭ। ଦଳଦଳ ହୋଇ କୀର୍ତ୍ତନବାଲା ଆସନ୍ତି। ଜଣ ଜଣଙ୍କ ଘରେ ଗାଁ ଭିତରେ ବାଣ୍ଟି ହେଇ ରହନ୍ତି। ଖାଆନ୍ତି ସମସ୍ତେ ଠାକୁର ବାଡ଼ିରେ। ପଟ୍ଟନାହାକ ପଡ଼ାର କରଣଯାକ ରହନ୍ତି ସବୁଦିନେ ଦାସଙ୍କ ଘର ଚଉପାଢ଼ିରେ। ଦାସଙ୍କ ଘର ବଡ଼ ଚାଷୀଘର। ଆମର ମରେଇ ବସିଚି। ସେ ଗାଁର ମୁଖିଆ ସେଇ। ଭଲମନ୍ଦ ତାଙ୍କର ପାଖରେ ପଡ଼େ। ପଟ୍ଟନାହାକପଡ଼ା କରଣ ସାହାନ୍ତଙ୍କ ଚଞ୍ଚା ଦାସଙ୍କ ଘର ଛଡ଼ା ଆଉ କିଏ କରନ୍ତା! ନିଧିଆବାପ ପଟ୍ଟନାହାକପଡ଼ା ଦଳରେ ଯେତେ ଟୋକା ଅଛନ୍ତି, ସଭିଙ୍କଠୁ ଭଲ ଗାଏ କାହିଁକି, ଯେତେ ତାଇଫା ଆସନ୍ତି ସମସ୍ତଙ୍କ ଭିତରେ ସରସ ବାହାରିବ ସେ। ଶିରୀଗାହାଣ ଜଣେବି ଥାଏ ପଟ୍ଟନାହାକପଡ଼ା ଦଳରେ ବୁଢ଼ା। ଗାଇବାର କାଇଦା ଜାଣେ। ଢୋଲ ପିଟିଦେଲା ପରି ଗଳା। ତଥାପି ତା' ଦିହରେ ଗୋଟେ ସଜାଉଟୀ ପରଖ ଥାଏ, ଶୁଣିବାକୁ ମନ୍ଦ ଲାଗେ ନାହିଁ ଭଲ ଲାଗେ। ବଡ଼ ଭଙ୍ଗୀରେ ଗାଏ ବୁଢ଼ା। ସେ ନିଧିଆ ବାପାକୁ ବଡ଼ ଭଲପାଏ। ସମସ୍ତେ କହନ୍ତି, ନିଧିଆବାପ ତା'ରି ଚାଟ। ବରଷେ ନୁହେଁ ଅଧେ ନୁହେଁ; ବରଷ ବରଷ ଧରି ନିଧିଆ ବାପାକୁ ନିଧିଆ ବୋଉ ଦେଖୁଚି।